ମଥାସହିତ ହୃଦୟଟିଏ ରହିଥିଲେ ଅଲବତ ଦେଖାଯିବ ବୁଝି ହୋଇଯିବ ଯେ ମଥା ଆଉ ହୃଦୟ ଦୁହିଁଙ୍କୁ ନେଇ ହିଁ ଭବିଷ୍ୟତରେ ପୃଥିବୀ ଗଢ଼ା ହେବ। ହୃଦୟ ଜନନୀ ହେବ ଏବଂ ମଥାଟା ତା'ର ବୁଦ୍ଧିଆ ପୁଅଟିଏ ହୋଇ ପୃଥିବୀକୁ ଗଢୁଥିବ। ପଇଦାବନ୍ଧ ଗାଆଁରେ ପରିବାର ପରିବାର ମଧ୍ୟରେ କିଛି କିଛି ଫରକ ରହିଛି ସତ, ତଥାପି କେହି ସାଆନ୍ତ ନାହାନ୍ତି। ସମସ୍ତେ ଶ୍ରମୀ, ତେଣୁ ସମସ୍ତେ ରୋଜଗାରୀ। ସେହି କାରଣରୁ ପରସ୍ପର ମଧ୍ୟରେ ବୁଝାମଣା ଅଧିକ ଏବଂ ବୁଝାମଣାରୁ ସଂହତି। ଗାଆଁର ପିଲା ସମସ୍ତଙ୍କର ପିଲା। ସେମାନଙ୍କର ସଂଖ୍ୟା ଚାଳିଶ ପଚାଶ। ଝିଅ ପୁଅ ଭିତରେ ବିଶେଷ ବାରଣ ନାହିଁ ଏବଂବ୍ୟବଧାନ ବି ନାହିଁ। ଅଳସୁଆ ସମାଜ ମାନଙ୍କରେ ସମ୍ଭବତଃ ଏହି ବାରଣ ଏବଂ ବ୍ୟବଧାନଗୁଡ଼ିକ ଅଧିକ ଦେଖିବାକୁ ମିଳିଥାଏ। ଗାଆଁ ନୂଆ ହୋଇ ବସିବା ସମୟରେ ପିଲାଙ୍କ ସକାଶେ କୌଣସି ପାଠଶାଳା ନଥିଲା। ତେଣୁ ମାତ୍ର କେତେଜଣ ଯେଉଁମାନେ ଭାଗ୍ୟବାନ ସେମାନେ କିଛି ସଂଖ୍ୟାରେ କେତେ ଜାଗାରେ ଆଶ୍ରମ ସ୍କୁଲମାନଙ୍କରେ ଯାଇ ପାଠ ପଢ଼ିଲେ। ସେଦିନ ଆମେ ସେହି ଗାଆଁରେ ଏପରି ଜଣେ ଭାଇଙ୍କୁ ଦେଖିଲୁ ଯିଏକି କଟକ ରେଭେନ୍ସା କଲେଜରେ ପାଠ ପଢୁଛନ୍ତି। ମାତ୍ର, ଗାଆଁର ସବୁ ପିଲାଙ୍କର ଉଦ୍ଧାର ତାହାଦ୍ଵାରା ଆଦୌ ହୋଇଯିବ ନାହିଁ। ଏବଂ ସବୁ ପିଲା ତ ଦିନ ବେଳେ କାମ କରୁଥିବେ, ତେଣୁ ଦେଶରେ ମୁଖ୍ୟ ଧାରାରେ ଚାଲୁଥିବା ସ୍କୁଲଗୁଡ଼ିକୁ ମୋଟେ ପୋଷାଇବେ ନାହିଁ। ପିଲାଏ କାମ ନକଲେ ବାପା, ମାଆ ଏକହାତିଆ ହୋଇଯିବେ। ତେଣୁ ଯଦି ପିଲାଏ ପଢ଼ିବେ, ତେବେ ରାତିରେ ହିଁ ପଢ଼ିବେ। ପାଖରେ କାର୍ଯ୍ୟ କରୁଥିବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଠାରେ ରାତି ଇସ୍କୁଲଟିଏ ଚଳାଉଥିଲା। ମାତ୍ର, ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କର ତ ନିଜର ଅଣ୍ଟା ବୋଲି କିଛି ନାହିଁ। ସରକାର କିମ୍ବା ଆଉ କାହାର ଅନୁଦାନ ହିଁ ସେମାନଙ୍କର ଅଣ୍ଟା ପରି କାର୍ଯ୍ୟ କରୁଥାଏ। ପଇଦାବନ୍ଧର କପାଳରେ ଭବିଷ୍ୟତ ପାଇଁ ହୁଏତ ଅନ୍ୟ କିଛି ଲେଖା ହୋଇ ରହିଥିଲା ବୋଧହୁଏ, ସେହି ଅନୁଦାନ ବନ୍ଦ ହୋଇଗଲା। ତେଣୁ ପଇଦାବନ୍ଧର ଏହି ପାଠଶାଳାଟି ମଧ୍ୟ ବନ୍ଦ ହୋଇଗଲା। ପିଲାମାନେ ପାଠ ପଢ଼ିବାର ସୁଯୋଗ ହରାଇଲେ। ମାତ୍ର, ବାପା ମାଆମାନଙ୍କର ଅବଶୋଷ ରହି ଯାଉଥିଲା। ପିଲାଏ ପାଠ ପଢ଼ିବାରୁ ବଂଚିତ ରହିବେ, ତ ଆଗକୁ କିପରି ପାଦଟିଏ ପକାଇ ପାରିବେ? ପୃଥିବୀତ ଅବଶ୍ୟ ଆଗକୁ ଆଗକୁ ଚାଲି ଯାଉଥିବ। ତେବେ ପଇଦାବନ୍ଧର ପିଲା କ'ଣ ପଛକୁ ରହିଯିବେ? ଅସନ୍ତୋଷ ଭିତରୁ ଉପାୟ ବାହାରିଲା। ନିଜ ଚେଷ୍ଟାରେ କିଛି ହୋଇପାରିବ ବୋଲି ବିଶ୍ୱାସ ଜନ୍ମିଲା। ଗ୍ରାମ କମିଟି ତରଫରୁ କୋଉଠୁ କିଛି ଟଙ୍କା କରଜ କରି କ୍ଷୁଦ୍ର ବ୍ୟବସାୟଟିଏ ଆରମ୍ଭ କରାଗଲା। ସେଥିରୁ କିଛି ଲାଭ ହେଲା। ପରିବାର ପିଛା କିଛି ଚାନ୍ଦା ମଧ୍ୟ ଏକାଠି ହେଲା। ହାତକୁ ପାଣ୍ଠିଟିଏ ମିଳିଗଲା। ସେହି ପାଣ୍ଠିକୁ ବଢ଼ାଇ ପରିମାଣ ଅଧିକ କରାଇବାର ଆଉ କେତେକ ଧନ୍ଦା କରାଗଲା। ଗାଆଁରେ ପଞ୍ଚାୟତର ପୋଖରୀ ଥିଲା, ଏମାନେ ସେଥିରେ ମାଛଚାଷ କଲେ ପାଣ୍ଠି ଆହୁରି ବଢ଼ିଲା। ଅନ୍ୟ ଗାଆଁରୁ ସରପଞ୍ଚ ଆସି ଏଇଟା ବେଆଇନ କାର୍ଯ୍ୟ ବୋଲି କହି ଧମକ ଦେଲା, ତଥାପି, ମାଛଚାଷଟା ତ କେହି ନିଜର ବ୍ୟକ୍ତିଗତ ଲାଭ ପାଇଁ କରୁନଥିଲା? ଗାଆଁ ପିଲାଏ ପାଠ ପଢ଼ିବେ,ବୋଲି ନିଜ ଉଦ୍ୟମରୁ ପାଠଶାଳାଟିଏ ଖୋଲିବା ନିମନ୍ତେ ଯାହା କିଛି କରାଯାଉଥିଲା। ତେଣୁ ଉଦ୍ୟମଟି ହିଁ ଜିତିଲା। କ୍ରମେ ପାଣ୍ଠିଟି ବଢ଼ି କେତେ ହଜାରକୁ ଯାଇ ଛୁଇଁଲା। ତେଣୁ ମୂଳ ସଂକଳ୍ପଟି ପାଚି ଆସିଲା ପରି ମନେହେଲା। ଗୋଟିଏ ସାଧାରଣ ଜାଗାରେ ସମସ୍ତେ ମିଶି ଘରଟିଏ ଛିଡ଼ା କରାଇଦେଲେ। ସେଇଟା ପାଠଶାଳା ହେବ। ସେଠାରେ ଗାଆଁର ସବୁ ପୁଅଝିଅ ପାଠ ପଢ଼ିବାକୁ ଆସିବେ। ଯେଉଁ ଗ୍ରାମବାସୀମାନେ ସାଧାରଣ ପାଣ୍ଠିରୁ ଟଙ୍କା କରଜ ନେଉଥିବେ, ସେମାନେ କଳନ୍ତର ନଦେଇ ପାଠଶାଳା ଖରଚ ତୁଲାଇ ଦେଉଥିବେ। ଜଣେ ଶିକ୍ଷକ ରାତିରେ ଆସି ପାଠଶାଳା କରିବେ। ମାସକୁ ଦୁଇଶହ ଟଙ୍କା ପାଇବେ। ପିଲାଙ୍କ ପାଇଁ ଲଣ୍ଡନ, କିରୋସିନି ମଧ୍ୟ ସେଇ କଳନ୍ତରରୁ କିଣାହେବ। ଚିହ୍ନା ସ୍ୱେଚ୍ଛାସେବୀ ସଂସ୍ଥାଟି ଲୋକଙ୍କ ତରଫରୁ ଏହି ଉଦ୍ୟମରୁ ଉତ୍ସାହିତ ହୋଇ ପିଲାଙ୍କ ନାମରେ କିଛି ଛେଳି ଯୋଗାଇଦେଲା। ଛେଳିଙ୍କ ସଂଖ୍ୟା ବଢ଼ିଲା। ଛେଳି ବିକ୍ରିଦ୍ଵାରା ଲକ୍ଷ୍ମୀ ମଧ୍ୟ ଅଧିକ ଅନୁଗ୍ରହ କଲେ। ଏହିପରି ଭାବରେ ବର୍ତ୍ତମାନଟି ପାଇଁ ଦୃଢ଼ ମୁଳଦୁଆଟିଏ ଗଢ଼ା ହୋଇଗଲା। ଭବିଷ୍ୟତ ଭିତରକୁ ପାହାଚଗୁଡ଼ିକ ମଧ୍ୟ ଦୃଶ୍ୟ ହୋଇ ଆସିଲା।